ୟାଙ୍କ ଦେଇ କରଣ ସାଆନ୍ତଙ୍କ କୁଳରକ୍ଷା ହୁଏ ନାହିଁ–କରଣ ସାଆନ୍ତଙ୍କ ବଡ଼ବଡ଼ୁଆ ପିଣ୍ଡ ପାଆନ୍ତି ନାହିଁ ୟାଙ୍କ ହାତରେ। ତାଙ୍କରି ଔରସରୁ ଜନ୍ମ, ତଥାପି ଏମାନେ ଜାରଜ–କୁଳଛଡ଼ା। ହାତଗଣ୍ଠି ପଡ଼ି, ବ୍ରାହ୍ମଣଙ୍କ ମନ୍ତ୍ର ପଢ଼ାରେ ଘରକୁ ଯେଉଁ କୁଳବହୂ ଆସନ୍ତି, ଏମାନେ ତାଙ୍କ ଗର୍ଭରୁ ଜନ୍ମ ନୁହନ୍ତି–ଏଇ ତାଙ୍କ ଅପରାଧ। ଯେମିତି ସେଠି ଜନମ ନ ହେଇ ଏଠି ଜନମ ହବାରେ ୟାଙ୍କରି ହାତ ଥିଲା–ଇଚ୍ଛା କରି ଏମାନେ ଗୋଲାମ ହେଇଛନ୍ତି। ନିଧିଆ ବୋଉ ଏଇ କଥା କହି ହସେ–''ସେଇ ଔରସରୁ ଜାତ–ଏକା ରକ୍ତ–ଏକା ଶରୀର–ଖାଲିପେଟ ଭିନେ। ଜଣେ ପାଇବ ଅଚଳାଚଳ ସମ୍ପତ୍ତି–ମାଲିକ ହବ ସବୁ ଚଳନ୍ତି ଅଚଳନ୍ତିର; ଆଉ ଜଣେ ହବ ପଥର ଭିକାରି। ଏଇ ନ୍ୟାୟ। ଆପଣା ପାପ, ଆପଣା ଭୁଲ୍, ଆପଣା ଗୋଡ଼ଖସା କଚଡ଼ାର ଫଳ ଭୋଗିବ ଆଉ ଜଣେ। ଅଜାତି–ଗୋଲାମ! ଆଉ ତମର କୋଉଁ ଜାତି ରହିଚି ଏବେ। ଏଇ ତଳିଆ ଅନ୍ତର ଜାତିକି ନାଆଁ ଦିଆଯାଇଚି–ଯେମିତି ଏ ଅଇଲେ ବାଦ୍ଶାହ–ଆଉ ସେ ତାଙ୍କର ଗୋଲାମ। ଜାତି ଜାତି କରି ସମାଜଟା ଉଜୁଡ଼ି ଯିବ–ଭୁଶୁଡ଼ି ପଡ଼ିବ। ଶେଷରେ ଭାଇ ଭଉଣୀକି ବାହା ହବ, ମାଉସୀ ପୁତୁରାକୁ ବାହା ହବ, ସମାଜ ସେ କଥା ସହିବ–ବଡ଼ଲୋକଙ୍କ ସମାଜ ୟା ଦେଖିବ, ନହେଲେ ମା ଲକ୍ଷ୍ମୀ ରାଗିଯିବେ–ମା ଚଞ୍ଚଳା ଅଚଳା ହେବେ ନାହିଁ। ସମ୍ପତ୍ତି–ସ୍ଥାବର ଅସ୍ଥାବର ସମ୍ପତ୍ତିକି ଭୋଗ କରିବାକୁ ହେଲେ ସେଇ ଜାତିର ଗୋଷ୍ଠୀର ରକ୍ତ ସାଙ୍ଗକୁ ରକ୍ତ ମିଶିବା ଦରକାର, ସେ ରକ୍ତ ପୁଣି ପ୍ରଜାପତି ଘଟସୂତ୍ରରେ ପବିତ୍ର ହେବା ଦରକାର। ନହେଲେ ନୋହିବ। ଏ ନିୟମରୁ ବାହାରେ ଥିବା ଲୋକ ସେ ରକ୍ତରେ ହେଉ ନହଉ, ନଖାଇ ମରିଗଲେବି ଜାତିଆ ଘରର ମା ଲକ୍ଷ୍ମୀଙ୍କ କଣ୍ଠରେ ଦୟା ବସେ ନାହିଁ। ଅନ୍ନପୂର୍ଣ୍ଣା ନାମ ଅନ୍ନହୀନା ହୋଇଯାଏ। ଥିଲା ମୁହଁରୁ ନାହିଁ ପଦ ବାହାରେ। ମଣିଷ ଜୀବନଠାରୁବି ସମ୍ପତ୍ତିର ଇଜ୍ଜତଟା ବେଶି। ନିଜ ବିବାହିତା ସ୍ତ୍ରୀ ଗର୍ଭରୁ ଜାତ ବଂଶଧରଙ୍କ ମୁଣ୍ଡରେ ଚିର ଦିନ ଶାଢ଼ି ବନ୍ଧା ହେବାପାଇଁ ଆଉ ଯିଏ ଯେତେ ଗଡ଼ି ମରନ୍ତୁ, ଚିନ୍ତା ନାହିଁ। ସମ୍ପତ୍ତିପାଇଁ–ସମ୍ପତ୍ତିକି ଯାବତ୍ ଚନ୍ଦ୍ରେର୍କେ ରଖିବାପାଇଁ ବଂଶ ଲୋଡ଼ା–ବଂଶ ରକ୍ଷା ଦରକାର। ପୁଅପାଇଁ ସମ୍ପତ୍ତି ନୁହେଁ–ସମ୍ପତ୍ତିପାଇଁ ପୁଅ। ସେ ଗୋଲାମବି ତ ତମର ଔରସର ପୁଅ। ତା'ପାଇଁ ସମ୍ପତ୍ତିର ଲୋଡ଼ା ନାହିଁ। ସମ୍ପତ୍ତି କଳୁଷିତ ହେଇଯିବ। ସମ୍ପତ୍ତିର ମହତ୍ ରଖିବାପାଇଁ ଆପଣା ମହତ୍କୁ ପଦାରେ ପକେଇ ଦିଅନ୍ତି ଏ ସାଆନ୍ତ ଜାତି। ଆପଣା ଛୁଆକୁ ପର କରି–ଗୋଲାମ, ଜାତି ସର୍ଜନା କରି ଗର୍ବ କରନ୍ତି ପୁଣି ମନେ ମନେ। ଜଗେଇ ମହାନ୍ତି ପଟ୍ଟନାହାକ ଘରେ ନକରେ କ'ଣ? ତଥାପି ଜମିମାଣେବି ପାଇ ନାହାନ୍ତି ସେଠୁ। ଗିରସ୍ତ ଜଗେଇ ମହାନ୍ତି ପିଆଦା, ପଟ୍ଟନାହାକଙ୍କୁ ଦିନରାତି ଜଗି ବସିଥାଏ–ଆଉ ମାଇପ ଘର ଆଡ଼େ ଧାନକୁଟେ, ବାସନ ମାଜେ। ଏ ଜାତିଟାର ଜାତି ନାହିଁ। ଜାତିରୁ ବାହାର ଏମାନେ। ବାହାର ମାନେ, ସବୁ ଜାତିର ଉପରେ। ପ୍ରକୃତରେ ସବୁ ଜାତିର ଉପରେ ଏଇ ଗୋଲାମ ଜାତିଟା। ମଣିଷର ନୁଙ୍ଗୁରା ପଣ, ପୁରୁଷର ସ୍ତ୍ରୀ ଜାତି ଉପରେ ଅତ୍ୟାଚାର, ତା'ର ସାକ୍ଷୀ–ନିର୍ଭୀକ ସତ୍ୟପାଠ କରି ସାକ୍ଷୀ ଦଉଚି ଏଇ ଜାତି। ସମାଜର ଲଜ୍ଜା ସରମକୁ ନିଜ ମୁଣ୍ଡରେ ବୋଝ କରି ନେଇ, ସମାଜର ଦୟା କରୁଣା ପାଇବାର ହକ୍ଦାର ହୋଇବି ତା' ବଦଳରେ ସମାଜର ଅତ୍ୟାଚାରକୁ ବରଣ କରିନେଇ, ସମାଜର ଧାରଣା ଅନୁସାରେ ସମାଜକୁ ପବିତ୍ର ରଖି ନିଜେ ଦୂରେଇ